ଠିକ୍ ଆମ୍ଭ ରେଭରେଣ୍ଡ ଫିଲିପ ବାବୁଙ୍କର ସେ କୁକୁଡ଼ାର ଗୋଠ ପରି ଥାନ୍ତି। ଝିଅଟା ବଡ଼ ସେ ସାନ ପିଲାଗୁଡ଼ାକୁ ଧରିମାରି ସମ୍ଭାଳିବାରୁ ମା' ଟିକିଏ ଫୁରୁସତ ପାଇଯାଏ। ତେଣୁ ସଞ୍ଜବତି ଲାଗିଲାକ୍ଷଣି ପିଲାଙ୍କର ତୋରାଣୀ ବ୍ୟବସ୍ଥା କରିଦେଇ କେତେଟାଙ୍କୁ ନିଦ୍ରାଭିଭୂତ ଆଉ କେତେଟାଙ୍କୁ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ସେହି ମଶାଙ୍କ ମେଳରେ ପକାଇଦେଇ ବିବିଜାନ୍ ପାଖରେ ଆସି। ନିଶ୍ୱାସ ମାରେ। ଦୁଇ ସଖୀ ମିଳିଗଲେ କେତେ ଦୁଃଖ ସୁଖ, ଆଉ ରାଇଜର କଥା ପଡ଼ିଯାଏ-। ସେ ଦୁହିଙ୍କ ବୈଠକରେ ଯାହା ପଡ଼େ, ଦେଶର କୌଣସି ମହାସଭାରେ ତେତେ କଥାର ଆଲୋଚନା ହୁଏ କି ନାହିଁ ସନ୍ଦେହ! କେତେବେଳେ ଛେଳି କୁକୁଡ଼ାଙ୍କ ଜନ୍ମମୃତ୍ୟୁ କଥା କେତେବେଳେ ଆପଣାର ପେଟପାଟଣା କଥା କେବେ ରାମିଆ ବାପା ବା ସେହିଭଳି ଚାକରଙ୍କ ଦୁଃଖ ଜଞ୍ଜାଳର କଥା କେବେ ବା ସହରର କଥା କେବେ କେବେ କେଉଁ ଧର୍ମ ବା ଜାତିର କଥା କେବେ ବା ସାହେବ ସୁବା ଓ ବାବୁ ଭୟାଙ୍କ କଥା ଇତ୍ୟାଦି ନାନା କଥାର ଆଲୋଚନା ଆଉ ସାଙ୍ଗେ ସାଙ୍ଗେ ତହିଁର ନିର୍ଦ୍ଧାରଣ ସେହିଠାରେ ହୋଇଯାଏ। ଦୁଃଖର କଥା ଯେ, କେହି ରିପୋର୍ଟର ନ ଥିବାରୁ ସେ ସବୁ କାହାରି କାନକୁ ଆସିପାରେ ନାହିଁ। ଦିନେ ଆମ୍ଭେ ଅତି କୌଶଳରେ ବଡ଼ ହୁସିଆରୀରେ ତାଙ୍କର ଦରବାରର କଥା ହାସଲ୍ କରିଅଛୁଁ। ଏଠାରେ ତାହା ପାଠକମାନଙ୍କୁ ଉପହାର ଦେବାକୁ ମନ ବଳାଇଅଛୁଁ। ରାମିଆ ମା' ଆଜିକାଲି ଦୁନିଆର ହାଲଚାଲ ଦେଖି ବଡ଼ ଦୁଃଖ ଓ କ୍ଷୋଭର ପ୍ରିୟସଙ୍ଗିନୀ ବିବିଜାନ୍କୁ କହିଲା. ''ବିବି, ଆଜିକାଲିକା କଥା ବେଳକୁବେଳ ଧରମଛଡ଼ା ହେଲା। ତୁମେ ଆମେ ତ ବଖତବେଳେ କେବେ ବଜାରକୁ ବାହାରି ନ ଥିଲେଇଁ। ପର ଲୋକକୁ ପଦେ କଥା କହିବାକୁ ତ ତୁମ ଆମ ଧରମରେ ମନା। ଚାଳିଶ ବରଷରେ ଏବେ ସିନା ପିଲାଏ ପାରିବାରୁ ଆମେ ବଜାରମୁହଁ ଦେଖୁଥାଇଁ ତୁମ ଶାଶୁ ଥିବାଯାଏ କୋଉଁଠି କାହିଁ ବାହାରୁଥିଲ? ଏବେ ଭଲା ଦେଖିଲ, ଏ ସାହି ଟୋକିଗୁଡ଼ାକ ଏଣେତେଣେ କଣ ହଉଛନ୍ତି! ଏ ଖୀରସ୍ତାନ ଗୋଟାଏ କି ଜାତି ୟାଙ୍କର ତ କିଛି ଠିକଣା ନାହିଁ ଜାତିପତିର ବିଚାର ଯେମିତି ନାହିଁ ଥାନ ଅଥାନର ବି ବାରଣ ନାହିଁ। ହେଲେ ଆପଣା ଇଜତ ହୁରୁମତକୁ ଟିକିଏ ଆଖି ନଥାନ୍ତା! ଏଇଠେଇଁ ଦେଖୁନାହଁ, ସେ ଫିଲିପ ବାବୁ ଘର କଥା କଣ ହେଉଛି! ବିବି- ହଁ ହଁ, ଦେଖୁନାହିଁ କଣ? ପାଠ ପଢ଼ାଇଲେ ତ ମାଇକିନିଆମାନେ ବାବୁ ବନିଯାନ୍ତି। ସେ ବେଟୀର ଚାଲି ଚଳଣ ଦେଖିଲେ ମୋ ହାଡ଼ ଜଳେ। ବେଳେବେଳେ ମୋ ଦୁଆରକୁ ଆତ ନବା ପାଇଁ ଆସିବ, ତେବେ ସେହିଆଡୁ ଗୋଟାଏ ରୁମାଲ କନାରେ ମୁହଁ ନାକ ବନ୍ଦ କରି ଆସୁଥିବ। ପୁଣି କି ହାକିମି! ଜଲଦି ଦେ ତା ନାକରେ ଏମିତି ଗନ୍ଧ ପଶିଯାଉଛି! ରାମିଆ ମା' ତା ସତ, ଖାଲି କଣ ସେତିକି ତା କଥା ତ କେଉଁଠୁ କେଉଁଯାଏ ଗଡ଼ି ଗଲାଣି। ତୁମକୁ ଜଣା ନାହିଁ ପରା? ବିବି- ମୁଁ ଜାଣେ ନାହିଁ ସେ ବଗୁଲିଆ ଟୋକାଟା କେତେ ଏଠିକି ଆସୁଛି। ତାହା ସାଙ୍ଗରେ କେତେ ହସ ଖେଳ ଥଟା ଟାପରା। ହାତ ଧରାଧରି ହୋଇ ସଭିଁଙ୍କ ଆଗୁଟାରେ ପରା ବୁଲୁଥାନ୍ତି। ରା- ସେ କଣ ୟାକୁ ବାହା ହବ ବୋଲି କଥା ହଉଛି। ବାହା ନ ହଉଣୁ ଏମିତି! ବିବି- କେବେ ଭଲା ବାହାଘର ହେବ? ରା- ତାଙ୍କର କଣ ଆମ ଜାତି ପରି ଭଲ ମାସ କି ଭଲ ଦିନ ଲଗ୍ନ ଅଛି କି ଲୋ? ମାସର ପହିଲା କି ଛୁଟି ଦିନ ଦେଖିକରି ସେଥିରେ ତାଙ୍କର ବାହାଘର କରିଦିଅନ୍ତି। ୟାଙ୍କର କେବେ ହେବ କେଜାଣି ମୁଁ ସେତେ କଥା ବୁଝିବାକୁ ଯାଏ ନାହିଁ। ଅଦାବେପାରୀର ଜାହାଜ କାରବାରରୁ କଣ ମିଳିବ? ବିବି- ହେଉ, ଛାଡ଼ ସେ କଥା, ଆମକୁ ସେଥିରୁ କିଛି ଫାଇଦା ନାହିଁ। ରାମିଆ ମା' ଆଉ ଅବା କଣ କହିଥାନ୍ତା, ଏତିକିବେଳେ ପିଲାଟାଏ ରଡ଼ି ଛାଡ଼ିବାରୁ ରାମିଆ ମା' ତରତର ହୋଇ ସେଠାରୁ ଚାଲିଗଲା। ଏକାକିନୀ ବିବିଜାନ୍ ରାତି ବେଶି ହୋଇଯିବାର ଦେଖି ଦାଣ୍ଡ ଦୁଆରରେ ତାଟିକି ଲଗାଇଦେଇ ଅନ୍ତଃପୁରକୁ ଚାଲି ଗଲା। ତେଣୁ ଆଉ ଅଧିକ ଶୁଣିବା ଆମ୍ଭମାନଙ୍କ ଭାଗ୍ୟରେ ଘଟିଲା ନାହିଁ। ସପ୍ତମ ପରିଚ୍ଛେଦ ଅଦାଲତ କଚେରି-ବିଚାର ଆଜି ଅଦାଲତରେ ଲୋକାରଣ୍ୟ।